ତେଣୁ ଏହି ନବାଗତକୁ ନାନା କଥା ପଚାରି ତାଠାରୁ କଥା ଆଦାୟ କରିବା ପାଇଁ ମ୍ୟାକ୍ଜିଣ୍ଟିକୁ ଆନନ୍ଦ ଲାଗୁଥିଲା। ମ୍ୟାକ୍ମାର୍ଡ଼ୋଙ୍କ ଶେଷ କଥାର ଉତ୍ତରରେ ସେ କହିଲା, ''ଯେଉଁ ଲୋକ ତାର ଅତୀତ ଜୀବନ ସମ୍ପର୍କରେ କୌଣସି ସ୍ପଷ୍ଟ କଥା କହେ ନାହିଁ, କ୍ଳବର ସର୍ଦ୍ଦାର ହିସାବରେ ମୁଁ ତ ତାକୁ କ୍ଳବରେ ସ୍ଥାନ ଦେଇପାରିବି ନାହିଁ। '' ମ୍ୟାକ୍ମାର୍ଡ଼ୋ ଏହାର କଅଣ ଜବାବ ଦେବେ, ତାହା ଠିକ୍ କରିପାରୁ ନାହାନ୍ତି। ମୁହୂର୍ତ୍ତେ ସମୟ ମୌନ ରହି ସେ ପକେଟରେ ହାତ ପୂରାଇ ପୁରୁଣା ଖବରକାଗଜର ଟିକିଏ ଅଂଶ ବାହାର କଲେ। ସେ ଖଣ୍ଡିକ ମ୍ୟାକ୍ଜିଣ୍ଟି ହାତକୁ ବଢ଼ାଇଦେଇ କହିଲେ, ''ମୁଁ ନିଶ୍ଚୟ ବିଶ୍ୱାସ କରୁଛି ଯେ, ଆପଣ ମୋତେ ଅଗାଧ ଜଳରେ ଭସାଇଦେବେ ନାହିଁ। '' ଏହି କଥାପଦକରେ ଯେ କି ଇଙ୍ଗିତ ଅଛି, ମ୍ୟାକ୍ଜିଣ୍ଟି ତାହା ସହଜରେ ବୁଝିପାରିଲା। '' ମ୍ୟାକ୍ମାର୍ଡ଼ୋ ଅତ୍ୟନ୍ତ ଲଜ୍ଜିତ ହୋଇ କହିଲା, ''ମୋତେ କ୍ଷମା କରନ୍ତୁ ମହାମାନ୍ୟବର ସର୍ଦ୍ଦାର! ହଠାତ୍ ମୋ ମୁହଁରୁ ଏ କଥାପଦକ ବାହାରିଗଲା। ମୁଁ ଜାଣେ, ଆପଣଙ୍କ ପାଖରେ ମୁଁ ସମ୍ପୂର୍ଣ୍ଣ ନିରାପଦ। ଏହି ଖବରକାଗଜର ଅଂଶତକ ପଢ଼ନ୍ତୁ। '' ମ୍ୟାକ୍ଜିଣ୍ଟି ଦେଖିଲା, ସେ ଖବରକାଗଜରେ ଜୋନ୍ସ ପିଣ୍ଟୋଙ୍କ ସତ୍ୟା ସମ୍ବାଦ ପ୍ରକାଶପାଇଅଛି। କାଗଜ ଖଣ୍ଡିକ ପଢ଼ି ମ୍ୟାକ୍ମାର୍ଡ଼ୋ ହାତକୁ ବଢ଼ାଇଦେଇ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ କହିଲା-''ଏହା କଅଣ ତୁମରି କାମ? '' ମ୍ୟାକ୍ମାର୍ଡ଼ୋ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ। ''କାହିଁକି ହତ୍ୟା କଲ? '' ''ଶ୍ୟାମ କକା ଆଉ ମୁଁ-ଦୁହେଁଯାକ ମିଶି ଜାଲମୋହର ତିଆରି କରୁଥିଲୁ। ମୋ ତିଆରି ମୋହରର ବିଶେଷତ୍ୱ ଥିଲା, ସେଗୁଡ଼ିକ ଠିକ୍ ଖାଣ୍ଟି ସୁନା ପରି ଦେଖାଯାଏ। ପୁଣି ତାକୁ ତିଆରି କରିବାରେ ଶ୍ୟାମ କକା ଖର୍ଚ୍ଚ ଅପେକ୍ଷା ମୋର ଖର୍ଚ୍ଚ ଅତି କମ୍ ଲାଗେ। ଜୋନ୍ସ ପିଣ୍ଟୋ ମୋ ମୋହର ନେଇ ବଜାରରେ ଚଳାଏ। କେତେଦିନ ଯାଏ କାରବାର ବେଶ୍ ଚାଲିଥିଲା। ଏହି ସମୟରେ ଦିନେ ପିଣ୍ଟୋ ବିଦ୍ରୋହ କରିଉଠିଲା। ନାନାପ୍ରକାର ଧମକ ଦେଇ ମୋଠାରୁ ଗୋଟାଏ କିଛି ବଡ଼ ଲାଭ ଉଠାଇବା ଇଚ୍ଛାରେ କେତେ ପ୍ରକାର ଖେଳ ଖେଳିଲା। ପ୍ରତି କଥାରେ ମୋତେ ଧରାଇଦେବ ବୋଲି ଇଙ୍ଗିତ ଦେଲା। ତେଣୁ ମୁଁ ବାଧ୍ୟହୋଇ ତାକୁ ଏ ସଂସାରରୁ ଏବଂ ସାଙ୍ଗେସାଙ୍ଗେ ମୋ ଗତିପଥରୁ ବିଦାୟ ଦେଇଥିଲି। ତା ପରେ କି ସେଠାରେ ଆଉ ରହି ହୁଏ! ସେ ଅଞ୍ଚଳ ଛାଡ଼ି ଏଠାକୁ ପଳାଇଆସିଲି। '' ''ଏଠାକୁ କାହିଁକି ଆସିଲ? '' ''ଖବରକାଗଜ ପଢ଼ି ଜାଣିଥିଲି ଯେ, ଏ ଅଞ୍ଚଳରେ ପୋଲିସ ଉତ୍ପାତ ବେଶି କିଛି ନାହିଁ-। ଏହା ଶୁଣି ମ୍ୟାକ୍ଜିଣ୍ଟି ହସିଉଠିଲା। କିଛି ସମୟ ପରେ ସେହି ସ୍ମିତହାସ୍ୟ ମଧ୍ୟରେ କହିଲା, ''ତାହା ହେଲେ ଘଟଣାଟା ହେଉଛି, ତୁମେ ପ୍ରଥମେ ଜାଲିୟାତ୍ ଥିଲ, ବା ପରେ ହେଲ ହତ୍ୟାକାରୀ। ଶେଷରେ ଭାବିଲ ଯେ, ଏ ଅଞ୍ଚଳକୁ ଆସିଲେ ସାଦର ଅଭ୍ୟର୍ଥନା ପାଇବ। ଠିକ୍ ନୁହେଁ? '' ''ହଁ, ପ୍ରାୟ ଠିକ୍ ସେଇ କଥା। '' ''ଆଚ୍ଛା, ତୁମେ ଏଠାରେ ଜାଲ୍ମୋହର ତିଆରି କରିପାରିବ? '' ପକେଟ ଭିତରୁ କେତେଗୁଡ଼ିଏ ମୋହର ବାହାର କରି ମ୍ୟାକ୍ମାର୍ଡ଼ୋ ହାତରେ ନଚାଇ କହିଲା, ''ଏ ମୋହରଗୁଡ଼ିକ ଉପରେ ସରକାରୀ ମିଣ୍ଟେର ଛାପା ଆଦୌ ଦିଆଯାଇ ନାହିଁ। '' ମ୍ୟାକ୍ଜିଣ୍ଟି ତା ହାତରୁ ମୋହରଗୁଡ଼ିକ ନେଇ ଏପାଖ ସେପାଖ ଓଲଟାଇ ପରୀକ୍ଷା କଲା। ନୂଆ ଚିକ୍ଚିକ୍ କରୁଥିବା ସୁନାମୋହର। ମ୍ୟାକ୍ଜିଣ୍ଟି ଚକ୍ଷୁର ତାରା